ତମେ ରାଜି ହେଲ ତ? -ହଁ। -ଆଉ କ'ଣ କହିବ? -କିଛି ନାହିଁ। ତମର ମନ ଅନୁସାରେ ଜଣେ ମଣିଷ ହୋଇଯାଅ। ଏମିତି କାହାକୁ କିଏ ମଣିଷ କରିଦିଏ। କେହି ଆପଣା ବଳରେ କିଛି ହୁଏ ନାହିଁ। -ଭଜକୃଷ୍ଣର ଓଠ ଥରି ଉଠୁଥିଲା। -କ'ଣ କହିବ? କିଛି ପଚାରିବ? -ଦାନ ନେବି ନାହିଁ। ଧାରରେ ହେଲେ ନେବି। -ମାନିନୀ କହିଲା-ଭଲ। ସେଥିରେ ମୁଁ ମଧ୍ୟ ରାଜି। ତେବେ ମନେ ରଖିବ ଯେ ଧାର ମିଳିବା ମଧ୍ୟ ଗୋଟାଏ ଦାନ। ହସି ଅଳକା କହିଲା-ନିଅ। ଯାହା ଯିଏ ଦାନ କରୁଛି ସେତକ ଖୁସି ମନରେ ନିଅ। ସମସ୍ତେ ନେଇଥାନ୍ତି। ନ ନେବା ଲୋକ ନିସ୍ୱ। ତମର ଯାହା ଅଛି, ମୋର ନାହିଁ। ମୋର ଯାହା ଅଛି-ତୁମର ନାହିଁ। କ'ଣ କହୁଛ ରମାକାନ୍ତ? -ଠିକ୍ କଥା। ମନର ଅହମିକା ସବୁବେଳେ ଏହିସବୁ ଗୁଣ ଦିଆଇ ଥାଏ-ଦାନ, ଧାର, ଅର୍ଜ୍ଜନ-ଟଙ୍କା ତ ଗୋଟାଏ ଧାତୁ ଅବା କାଗଜ ଅବା ଜିନିଷ। ସେଥିରେ ଏତେ ରୂପ କ'ଣ? ମାନିନୀ କହିଲା-ଶୁଣିଲ? ରମାକାନ୍ତ ଆଉ ତମେ କେତେ ପ୍ରଭେଦ? ତମର ସୁବିଧା ରମାକାନ୍ତ ପାଇଥିଲେ ତମପରି ନ ହୋଇ କେତେ ବଡ଼ ହୋଇଥାନ୍ତା- -ମୁଁ ସିନେମା ଦେଖିଯିବି। -ସିନେମା? କାହା ସାଙ୍ଗରେ ଯିବ ଅଳକା? -ଏକା-ଏକା। -କାହିଁକି? -ଆଉ କ'ଣ ତୁମର ବେଳ ଅଛି? -ଆଚ୍ଛା, ରମାକାନ୍ତ ଯାଉ ନାହିଁ? ଏକୁଟିଆ କ'ଣ ସିନେମା ଦେଖିବ? ଯାଇପାରିବ ରମାକାନ୍ତ? -ହଁ। -ତୁମେ ଯାଇ ପାରିବ ଅଳକା? ଅଳକା ସିଧା ହୋଇ ବସି ପଚାରିଲା-ଆଜି କ'ଣ ମତେ ପଚରାଗଲାଣି? କଥା କ'ଣ-? -ହଁ କଥା ଅଛି। ମୁଁ ଭାବିଥିଲି। ଭାବୁଛି ଠିକ୍ ବୋଲି। କିଛି ଖାଇବାକୁ ଦେଲେ କହିବି। ଭଲ କଥାଟାଏ। -ନା, ଖିଆପିଆ କଥା ସରିଛି ସକାଳେ। ଏବେ ସେମାନଙ୍କ ପାଇଁ କ'ଣ ଦିନର ଯେତେବେଳେ ଇଚ୍ଛା ସେତେବେଳେ ଖିଆପିଆ ଚାଲିବ? କ'ଣ କହୁଛ ରମାକାନ୍ତ? ତମର ମତ କ'ଣ ଭଜକୃଷ୍ଣ? ତାଙ୍କର କଥା ରହୁ। -ଭଜକୃଷ୍ଣ କହିଲା। -ମୋର ମତ ମୁଁ ଦେଉଛି ଯେ ଅଳକା ଠିକ୍ କହୁଛନ୍ତି। -ବାଃ, ଭଲ ଦଳ ବାନ୍ଧିଲଣି ଦେଖୁଛି। ଦୁଇଟା ଭୋଟକୁ ଦୁଇଟା ଭୋଟ୍। ଏ ଅଳକା-ଇଏ କ'ଣ? -ଆମେ କ'ଣ ନିଜର ମନ ଆଉ ମତ ଅନୁସାରେ ଚଳୁ? ଘଟଣାର ଠେଲମ୍ ଠେଲା ଆଉ ସାଙ୍ଗସାଥୀଙ୍କର ଉତ୍ପାତରେ ଜୀବନର ଚକ ଚାଲେ। ତମରି କଥା ରହିଲେ ଏବେ କ୍ଷତି କ'ଣ-? -କ'ଣ କହୁଛ ରମାକାନ୍ତ? ମାନିନୀ ହସି ପଚାରିଲା। -ଠିକ୍। ଅଳକାଙ୍କ ପରି ବୁଦ୍ଧିମତୀ ଲୋକ ଯାହା କରିବେ କାହାର ସେଥିରେ ଅସୁବିଧା ନାହିଁ। ମାନିନୀ ହସି ଚାହିଁଲା ରମାକାନ୍ତକୁ। ତାହାର ହାତଧରି କହିଲା-ଆସନି ପଦାକୁ। ଗୋଟିଏ କଥା କହିବାକୁ ଅଛି। କହି ହାତଧରି ଟାଣିନେଲା। ରମାକାନ୍ତର ଦେହରେ ନୂଆ ଅନୁଭୂତିର ସ୍ପନ୍ଦନ। ଅଳକା ଓ ଭଜକୃଷ୍ଣ ଚାହିଁ ରହିଲେ ପରସ୍ପରକୁ। ଦିହେଁ ନୀରବ। ବଗିଚା ଭିତରକୁ ନେଇ ମାନିନୀ ତଳେ ରୁମାଲ ଖଣ୍ଡେ ପାରିଦେଇ ବସିଗଲା-ବସ ରମାକାନ୍ତ। -ଯାହା ପଚାରୁଛି ତା'ର ଗୋଟାଏ ଜବାବ ଚାହେଁ। ସତ କହିବ ତ? -ହଁ। -ନିଶ୍ଚୟ। ଅଳକାର ରାଣ ରହିଲା। -ହଁ। -ତମେ ଅଳକାକୁ କ'ଣ ଏତେ ଭଲ ପାଅ? -ହଁ। -କାହିଁକି ଭଲ ପାଅ? ସେ ତ ଅତି ସ୍ୱାଧୀନ। ଦେଖୁଛ ତ ତୁମକୁ ଦିନକ ଭିତରେ ନିଶା ଧରାଇ ଦେଲାଣି। -ହଁ। -ତେବେ କ'ଣ ପାଇଁ ତା'କୁ ଭଲ ପାଅ? -ତାଙ୍କର ସ୍ୱଚ୍ଛ ସ୍ୱାଧୀନତା ପାଇଁ। -ଭଲ କଥା। ତା'କୁ ତୁମେ ବାହାହେଇ ପାରିବ? -ମୁଁ ତ ତାଙ୍କର ଯୋଗ୍ୟ ନୁହେଁ। -ବିଭାହେଲେ ତମର ଅନୁତାପ ହବ ନାହିଁ ତ? -କି ଅନୁତାପ? କାହିଁକି? -ତା'ର ଚରିତ୍ର? -ଚରିତ୍ର ତ ମଣିଷର ମନ-ଗଢ଼ା, ଅଭ୍ୟାସ-ଗଢ଼ା ରୂପ। ସେ ରୂପ ବାରମ୍ବାର ବଦଳେ-। -ତମେ ମଦ ଖାଇ ପାରିବ? -ହଁ। ତେବେ ମାତାଲ ହେବାକୁ ଚାହେଁ ନାହିଁ। ଏଥିରେ ଏମିତି କିଛି ଦୋଷ ନାହିଁ। -ଜୁଆ ଖେଳି ପାରିବ?